ଆନନ୍ଦ ସିନା ବୁଝୁଥିଲା। କିନ୍ତୁ ବୁଝାଇ ପାରୁନଥିଲା ତା' ମା'ଙ୍କୁ। ଯେ ଜିଦ୍ ଧରି ବସିଥିଲେ ଝିଅଟି ସୁନ୍ଦରୀ ହେବା ନିହାତି ଜରୁରୀ। ଜାତକ ଯୌତୁକ ଦରକାର ନାହିଁ। ବୋହୂଟି ଯଦି ସୁନ୍ଦରୀ ନ ହେବ କ'ଣ ଲାଭ? ବୋହୂଟେ ଯଦି ସୁନ୍ଦର ନ ହେବ ସେ କି ବୋହୂ। ମା'ର ଯୁକ୍ତି। ସେ ରଙ୍ଗରେ, ଗଢ଼ଣରେ, ଉଚ୍ଚତାରେ କେଉଁଥିରେ ଟିକେ ସାଲିସ୍ କରିବାକୁ ରାଜି ନୁହେଁ। ତା' ମତରେ ବୋହୂଟିର ରଙ୍ଗ ଚମ୍ପାଫୁଲ ପରି ହୋଇଥିବ। ଟିକେ କମ୍ ଗୋରା ହେଲେ ଚଳିବନି। ବେଶୀ ମୋଟା କି ବେଶୀ ପତଳା ହୋଇନଥିବ। ଆଙ୍କିଲା ଆଙ୍କଲା ଭ୍ରୁଲତା। ତା' ଫୁଟନ୍ତା ପଦ୍ମ ଫୁଲ ପରି ମୁହଁ। ପୋଟଳ ଚିରା ଆଖି, ପତଳା ଗୋଲାପି ଓଠ, ମୁକ୍ତା ପରି ଦାନ୍ତ। ଘନ କଳା ଲମ୍ବା ବେଣୀଟେ ଯେମିତି ହେଲେ ତା'ର ଥିବା ଦରକାର। ଏମିତି ଭଂଜଯୁଗୀୟ ବା ମଧ୍ୟଯୁଗୀୟ ନାୟିକାଟେ ବା କେଉଁଠୁ ମିଳିବ। ଆନନ୍ଦ ଭାବେ ଘରକୁ ତ ବୋହୂଟେ ଦରକାର ଏମିତି କାବ୍ୟନାୟିକାଟେ ବା ଖୋଜିବା କ'ଣ ଦରକାର? କିନ୍ତୁ ସେ ନା ମା'କୁ ବୁଝାଇପାରେ ନା ତା'ର ମା' ବୁଝିବା ଅବସ୍ଥାରେ ଥା'ନ୍ତି। ଆନନ୍ଦ ମନେ ମନେ ଚିଡ଼ିଯାଏ। କିନ୍ତୁ କିଛି କହିପାରେନି। ବାପା ମା'ଙ୍କର ସେ ଗୋଟେ ବୋଲି ପୁଅ। ବାପା ଡାକ୍ତର। ରିଟାୟାର୍ଡ଼ ହେଲେଣି ଛ' ବର୍ଷ ହେଲା। ତଥାପି ତାଙ୍କର ଦିନକୁ ରୋଜଗାର ଚାରିହଜାର। ପାଂଚ ହଜାର। ବାପାଙ୍କର ପଇସା ଖର୍ଚ୍ଚ କରିବାକୁ ସମୟ ନାହିଁ-। ଘରେ ଖର୍ଚ୍ଚ କରିବାକୁ ଲୋକ ନାହାନ୍ତି ହେଲେ ଚଳେ। ମା' କେତେ ଶାଢ଼ୀ ଗହଣା କିଣିବ? ଶାଢ଼ୀ ଗହଣା କିଣି କିଣି ତା'ର ଆଉ ଶାଢ଼ୀ ଗହଣାରେ ଆଗ୍ରହ ନାହିଁ। ସହରରେ ଦଶଟା କୋଠା। ବିଭିନ୍ନ ଜାଗାରେ। ଘର ଭଡ଼ା ବି ପ୍ରଚୁର ଆସୁଛି। ବାପା ବହୁତ ଶାନ୍ତ। ଘରେ ଟିକେ ବୋଲି ଟକେ ଅଶାନ୍ତି ନାହିଁ। ସେ ବି ଆଇ. ଆଇ. ଟି ଖଡ଼୍ଗପୁରରୁ ଏମ୍ ଟେକ୍ କଲାପରେ ପାଂଚ ବର୍ଷ ହେଲାଣି ଏହି ସହରରେ ଚାକିରୀ କରୁଛି। ମା' ବାପା ତାକୁ ଦୂରକୁ ଛାଡ଼ିବାକୁ ରାଜି ନୁହଁନ୍ତି। ବାପାଙ୍କ ନାଁ ଘରର ଆଭିଜାତ୍ୟ ଦେଖି ବହୁତ ପ୍ରସ୍ତାବ ଆସୁଛି। କିନ୍ତୁ ମା'ର ପସନ୍ଦର ବୋହୂଟେ ମିଳୁନି। ଘରକୁ ସବୁଦିନ ଲୋକ ଆସୁଛନ୍ତି। ଯାଉଛନ୍ତି। ବହୁତ ଫଟୋ ଆସୁଛି। ଦେଖା ଯାଉଛି। ସେଥିରୁ କିଛି ପସନ୍ଦ ହେଉଛି। ନାପସନ୍ଦ ଫଟୋ ଫେରା ଯାଉଛି। ମା' ଡ୍ରାଇଭର୍କୁ ଧରି ସହର ଭିତର ବାହାର ହେଉଛି, କିନ୍ତୁ ମା'ର ପସନ୍ଦର ବୋହୂଟିଏ ତାକୁ ମିଳୁନି। ମା' ଉଦାସ ହୋଇ ଉଠୁଛି। ଥକା ହୋଇ ବସୁଛି। ଘରେ ହୋମ, ମେଳା କରୁଛି। ଠାକୁର ଘରେ କବାଟ ବନ୍ଦ କରି ପଶୁଛି ଯେ ପଶୁଛି। ଯାତକ ଯୌତୁକ ଦରକାର ନାହିଁ କହୁଥିଲେ ବି ପୁଅର ଯାତକ ବାରମ୍ବାର ଦେଖଉଛି ବିଭିନ୍ନ ଜ୍ୟୋତିଷଙ୍କୁ। ଜ୍ୟୋତିଷଙ୍କୁ ମୋଟା ଆକାରରେ ପଇସା ଦେଉଛି। ସେମାନେ ଯାହା ବତେଇଲେ କରୁଛି। ରବିବାର, ମଙ୍ଗଳବାର ରାତିରେ ଖାଉନି। ପିଆଜ, ରସୁଣ, ଆଇଁଷ ପୁରା ଛାଡ଼ି ଦେଇଛି। ସକାଳୁ ହନୁମାନ ଚାଳିଶା ପଢ଼ୁଛି, ଗାୟତ୍ରୀ ମନ୍ତ୍ର ଜପୁଛି। ସୂର୍ଯ୍ୟ ପୂଜା କରୁଛି, ଚନ୍ଦ୍ର ପୂଜା କରୁଛି। ନାଗଙ୍କୁ କ୍ଷୀର ପିଆଉଛି ତ ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲ ଦୀପରେ ତିଳ ପକେଇ ଜାଳୁଛି। ସୋମବାର ଶହେଆଠ ବେଲପତ୍ର ଚଢ଼ଉଛି ଶିବଙ୍କ ମୁଣ୍ଡରେ। ଆନନ୍ଦ ପିଲାଦିନୁ ଦେଖି ଆସିଛି। ତାଙ୍କ ଘରେ ପାଟିତୁଣ୍ଡ, କଥାବାର୍ତ୍ତା ବେଶୀ ନ ଥାଏ। ଚାରିଆଡ଼େ ନୀରବତା ଛାଇ ହୋଇଥାଏ। ଯେ ଯାହା କାମରେ ବ୍ୟସ୍ତ ଥାଆନ୍ତି। କିନ୍ତୁ ଏବେ ଘରେ ଆହୁରି ନୀରବତା ଛାଇ ଯାଇଛି। ମା'କୁ ବେଳ ମିଳୁନି ଟିଭି ଖୋଲିବାକୁ। ମା' ଛଡ଼ା ଆଉ କାହା ପାଖରେ ବେଳ ଥାଏ ଯେ ଟିଭି ପାଖରେ ବସିବାକୁ। ଯିଏ ଆସିଲେ କ'ଣ ଫୁସ୍ଫୁସ୍ ହୋଇ କଥା ହୋଇଛି।